ଏପରି ଗୋଟିଏ ଚେତାବନୀ ଦେବାଦ୍ୱାରା ହୁଏତ ବହୁତ ମନୁଷ୍ୟ ଅଭ୍ୟସ୍ତ ଅରୀତି ଏବଂ ଅଧର୍ମଗୁଡ଼ିକୁ ଅପରିହାର କରିବେ ଏବଂ ସମୁଚିତ ମର୍ମକୁ ଆସିବେ ବୋଲି ଆଶାଟିଏ ରଖି କେତେ ସନ୍ଥ ଭବିଷ୍ୟତ ବିଷୟରେ ଏକ ଭୟପ୍ରଦ ଚିତ୍ର ଦେବାକୁ ଯାହାସବୁ ଲେଖି ଯାଇଛନ୍ତି ଏବେ କାଳକ୍ରମେ ତାହାକୁ ହିଁ ମାଳିକା ବୋଲି କୁହାଯାଉଛି। ଯିଏ ବର୍ତ୍ତମାନକୁ ମନୁଷ୍ୟ ନିମନ୍ତେ ଆଦୌ ସୁନ୍ଦର ଓ ସୁସ୍ଥ ନୁହେଁ ବୋଲି ଜାଣି ମଧ୍ୟ ତଥାପି ତାହାରି। ଭିତରେ ଏପରି ଲଟରପଟର ଓ ଅଣଆୟତ୍ତ ଭାବରେ ବାନ୍ଧି ହୋଇ ରହିଥିବ ଯେ ସେଇଟା ଭିତରୁ ଆଦୌ ବାହାରି ପାରୁନଥିବ ପ୍ରଧାନତଃ ନିଜ ବିଷୟରେ ଜାତ ହେଉଥିବା ଏକ ଭୟ ଦ୍ଵାରା ପ୍ରପୀଡ଼ିତ ହୋଇ ସନ୍ଥମାନଙ୍କର ଅନ୍ୟାନ୍ୟ ବାଣୀ ଅପେକ୍ଷା ଏହି ମାଳିକାଗୁଡ଼ିକ ହିଁ ତାକୁ ଅସ ସବାଆଗ ଦେଖାଯିବ ଏବଂ ସିଏ ସେହି କାରଣରୁ ହୁରି ପକାଇବାକୁ ଆରମ୍ଭ କରିବ। ତେଣୁ ପୋଥିରେ ଲେଖା ହୋଇଥିବା ମାଳିକାଗୁଡ଼ିକୁ ଆମେ ହୁଏତ ସେହି କାଟର ଏକ ଭଳି ବୁଝିବା। ଅନେକ ମଣିଷ ଏପରି ଏକ ଦୟନୀୟ ଅବସ୍ଥାରେ ଆସି ରହିଥାନ୍ତି ଏବଂ ପୁରୁଣା ଅଳିଆଗୁଡ଼ାକୁ ଏପରି ଅମନଅନମନୀୟ ଭାବରେ କାମୁଡ଼ି ଧରିଥାନ୍ତି ଯେ ସମ୍ଭବତଃ ସେଠାରେ ଟା ହିଁ ଏକମାତ୍ର ପ୍ରତିବିଧାନ ବୋଲି ମନେହେଉଥାଏ-। ବୁଝିବା ମଣିଷର ଏଥିପାଇଁ କୌଣସି ଆବଶ୍ୟକତା ନଥାଏ। ରାଜି ହୋଇପାରୁଥିବା ଏବଂ ବିବେକର ବୋଲମାନି ଆଗାମୀକୁ ବାଟ ଛାଡ଼ିଦେଇ ପାରୁଥିବା ମଣିଷର ମାଳିକାରେ କୌଣସି ପ୍ରୟୋଜନ ନଥାଏ। କେବଳ ଅସୁସ୍ଥ ଦେହକୁ ଔଷଧର ପ୍ରୟୋଜନ ରହିଥିବା ପରି ମାଳିକାର ସମୁଦାୟ ପ୍ରସଙ୍ଗଟିକୁ ମଧ୍ୟ ଆମକୁ ଅନୁରୂପ ଭାବରେ ବୁଝିବାକୁ ପଡ଼ିବ। ସମାଜରେ, ପାରସ୍ପରିକ ଜୀବନର ଯାବତୀୟ ବିକଳ୍ପ ଆହ୍ୱାନ ସତ୍ତ୍ୱେ କେତେ ଭୟାଳୁ ମଣିଷ ହୁଏତ ତଥାପି ରହିବେ, ଯେଉଁମାନେ କି ଅତ୍ୟନ୍ତ ମୋହଗ୍ରସ୍ତ ଭାବରେ ଆପଣାର ଅଭ୍ୟସ୍ତ ରୀତିଗୁଡ଼ିକୁ ମୋଟେ ଛାଡ଼ିପାରୁ ନଥିବେ। ସେମାନଙ୍କ ନିମନ୍ତେ ହୁଏତ ମାଳିକା ରୂପକ କେତେ ପରିମାଣରେ କାମ ଦେଇପାରିବ। ଭୟାଳୁକୁ ଭୟ ଦେଖାଇ କିଞ୍ଚିତ୍ ଚିଆଇଁ ଦେଇହେବ ସିନା, ମାତ୍ର ତଥାପି ତା'ର ଭୟଭଞ୍ଜନ ଘଟାଇ ହେବନାହିଁ। ବିଶ୍ୱାସ ବଢ଼ିଲେ ହିଁ ଭୟ ଦୂର ହେବ, ପରସ୍ପରକୁ ସ୍ୱୀକାର କରିନେଇ ପାରିଲେ ଯାଇ ଅହଂକୁ ଅତିକ୍ରମ କରାଯାଇ ପାରିବ ଏବଂ ଶ୍ରଦ୍ଧାର ଯୋଗ୍ୟ ନିମିତ୍ତଟିଏ ହେବାକୁ ରାଜି ହେଲେ ଯାଇ ଘୃଣାପାଶରୁ ଏବଂ ଦ୍ୱେଷଜାଲରୁ ମୁକ୍ତି ମିଳିପାରିବ। ଏହି ପୃଥିବୀଟା ଚିରଦିନ ଅସମାନ ଓ ଅନ୍ୟାୟପୀଡ଼ିତ ହୋଇ ରହିବ କେବଳ ବଳୁଆମାନେ ହିଁ ଏହି ପୃଥିବୀକୁ ଭୋଗ କରିବେ ଏବଂ କେତେଜଣ ବଂଚିତ ହୋଇ ନ ରହିଲେ ଆଉ କେତେଜଣ ନିଶ୍ଚିନ୍ତ ହୋଇ ଆଦୌ ସୁଖ ଭିତରେ ରହିପାରିବେ ନାହିଁ ବୋଲି ଏକ ଦୁରାଗ୍ରହ ସହିତ ବିଶ୍ଵାସ କରୁଥିବା ମଣିଷମାନେ ହିଁ ମାଳିକାର ବର୍ଣ୍ଣନା ଶୁଣି କିଞ୍ଚିତ୍ ଭୟ ପାଇବେ ଏବଂ ରାଜି ହୋଇଯିବେ। ସନ୍ଥମାନେ ମାଳିକାଗୁଡ଼ିକୁ ରଚନା କରିବାବେଳେ ପ୍ରଧାନତଃ ପ୍ରୟୋଜନରେ ପଡ଼ି ଏବଂ ଏକ ସ୍ଵତନ୍ତ୍ର ଅଭିପ୍ରାୟ ରଖି ହୁଏତ ସେଗୁଡ଼ିକର ରଚନା କରିଥିବେ। ସନ୍ଥମାନେ ଉଚ୍ଚାରି ଯାଇଥିବା ଅଧ୍ୟାତ୍ମ ଓ ସତ୍ୟକୁ ଗୌଣ କରିଦେଇ ମାଳିକାର କଥାଗୁଡ଼ିକୁ ସବାଆଗ ଏବଂ ସବାବଡ଼ କରି ଦେଖିବା ପଛରେ ହୁଏତ ଆଉ ଗୋଟିଏ କାରଣ ରହିଆସିଛି। ଏହି ସବୁକିଛିକୁ ଆତଯାତ କରୁଥିବା ପରମକର୍ତ୍ତା ଏହି ସବୁକିଛିର ବାହାରେ କୋଉଠି ରଜା ହୋଇ ବସିଛନ୍ତି ଏବଂ ସେଇଠୁ ଥାଇ ଖିଳ ବିଶ୍ୱର ଶାସନ କରୁଛନ୍ତି ଏଇଟି ଗୋଟିଏ ପ୍ରକାରର ଧର୍ମବିଶ୍ଵାସ, ଯାହା ପାଇଁକି ବହୁତ ମଣିଷ ତାଙ୍କୁ ସତେଅବା ଜଣେ ନୃଶଂସ ବିଚାରକ ରୂପେ କଳ୍ପନା କରିଆସିଛନ୍ତି ଧର୍ମବହିରେ ଯାହାକୁ ଠିକ୍ ବୋଲି ଲେଖାଯାଇଛି ତାହକୁ ମାନିଲେ ତୁମେ ସ୍ୱର୍ଗଲାଭ କରିବ ଏବଂ ଅନ୍ୟପକ୍ଷରେ ଅମାନ୍ୟ କଲେ